ଜଗା ହାତ ଧରି ନୁଖୁରୀ ଉଠେଇ ଦେବାକୁ ଯାଉଚି, ତାକୁ ଜଣାଗଲା, ତା' ଗୋଡ଼ ତଳୁ ସବୁ ମାଟି ଗୁଡ଼ା ଯେମିତି ଖସି ଯାଉଚି–ଆଉ ଜଗା ହାତରେ ଚୁମ୍ବକ ଭଳି ଗୋଟାଏ କଣ ତାକୁ ଜଗା ଉପରକୁ ଟାଣି ନେଇ ଯାଉଚି। ସବୁ ଜାଣିଶୁଣି ଯେମିତି କିଛି କରିପାରୁନି–ତା' ହାତଗୋଡ଼ ସତେ ଅଚଳ ହୋଇଆସୁଚି। ଜଗାର ମନେ ହେଲା, ସେ ଯେପରି ସପନ ଦେଖୁଚି ଏ ଯେମିତି ବରକନ୍ୟାଙ୍କର ଫୁଲଶେଯ, ସେ ବର, ଆଉ ନୁଖୁରୀ କନିଆ। ସେହି ଦିନର ସଞ୍ଜ। ସବୁ ପାଳୁଆମାନେ ଦିନର ପାଇଟି ସାରି ଘରକୁ ଫେରିଲେଣି, ନୁଖୁରୀ ଅସ୍ତ ଆକାଶକୁ ଅନେଇ ବସିଚି। ଆକାଶର କେମିତି ଅନ୍ତ ସେ ଦେଖୁନି, ନିଜ ମନର ଅନ୍ତ ମଧ୍ୟ ପାଉନି। ଖାଲି ଆକାଶ ଦେହର ନାଲି ମେଘ କେତେଖଣ୍ଡ ଭଳି ତା' ମନରେ କେତୁଟା ରଙ୍ଗିଆ ଚିନ୍ତା ଉବୁଡ଼ୁବୁ ହେଉଚି। ଏତିକିବେଳେ ଦୂରରେ ବଂଶୀ ବାଜିଲା। ନୁଖୁରୀ ଭାବିଲା ସବୁ ଜଗାର କୁହୁକ। ଗଉଡ଼ଘର ସପନା ତ ନିତି ସଞ୍ଜବେଳେ ଗାଈଗୋଠରୁ ବଇଁଶୀ ବଜେଇ ଫେରେ-! ଆଜି ଏତେ ନୂଆ, ଏତେ ମିଠା ଲାଗୁଚି କାହିଁକି! ସେତେବେଳକୁ ଜହ୍ନ ଉଇଁଲାଣି। ତଳ ପାଳର ତାଳବଣଯାକ ଆଲୁଅ ଅନ୍ଧାରରେ ଝଲମଲ ହୋଇଉଠିଚି। ତଣ୍ଡି ବଣଯାକ ବି ଆହୁରି ଧୋବ ଦେଖାଯାଉଚି,–ଜଣାଯାଉଚି, ଯେମିତି ରାଜ୍ୟର ଧୋବାଯାକ ମିଳି ଦୁନିଆର ସବୁ ମହଳ ଲୁଗାଯାକ କାଚି ଧୋବ ଫରଫର କରି ନଈକୂଳ ତମାମ୍ ଶୁଖେଇ ଦେଇଚନ୍ତି। ଜହ୍ନ ଆଲୁଅରେ ନୁଖୁରୀର। ମହଳ ଲୁଗାଟା ବି ଟିକେ ସଫା ଦେଖାଯାଉଥାଏ। ତାର ଧାରଣା ହେଲା, ଏହାଠାରୁ ବେଶି କିଛି ସୁନ୍ଦର ଜିନିଷ ପୃଥିବୀରେ ଆଉ ନାହିଁ। –ଜହ୍ନ ଆଲୁଅଯାକ ସେ ଯେପରି ପିଇ ଦିଅନ୍ତା କିମ୍ଵା ଜହ୍ନ ଆଲୁଅରେ ନିଜର ଦେହଟା ମିଶେଇ ଦେଇ ପାରିଲେ ସେ ଯେପରି ବଞ୍ଚନ୍ତା। ପଛଆଡ଼ୁ ଜଗା ଧଁ–ସଅଁ ହୋଇ ଆସି ପହଞ୍ଚିଲା। –ନୁଖୁରୀ, ତୁ ଏଇଠି ବଇଚୁ, ଗାଁଟାଯାକ ତତେ ମୁଁ ଖୋଜି ଆଇଲିଣି। ଏ ଜହ୍ନ ଆଲୁଅ ତତେ କଣ ମୋ କଥା ଟିକେ ମନେ ପକେଇ ଦଉନି? –ହଁ, ମୁଁ ତ ସେଇଆ ବସି ଭାବୁଚି। ଜହ୍ନ ଆଲୁଅ ଦିହରେ ମୁଁ ମିଶିଯାଇ ପାରନ୍ତି କି ଯେଉଠି ଇଚ୍ଛା ସେଠି ଖୋଜିଲେ ତତେ ପାଆନ୍ତି। –ଖିଆସି ରଖ। ନେ, ନେ–କୁମୁଡ଼ା ହାଟରୁ ତୋ ପେଇଁ ଗୋଟାଏ ଆରିସି ଆଉ ପାନିଆ ଆଣିଚି। ଭାଲୁକୁଣୀ ପରି ବାଳଗୁଡ଼ା ଆଉ ଅଲା ବଲା କରି ବୁଲୁ ନା। ନୁଖୁରୀ ଗୋଟା ଢୋକ ଗିଳି ନେଲା। ଆରିସି–ପାନିଆଁ! –ବୋଝ ଉପରେ ନଳିତା ବିଡ଼ା। –ଜଗା? –କଣ? –ତୁ କଣ ପାଗଳ ହେଲୁ? –କାହିଁକି? –ତୁ କଣ ଜାଣିନୁ ମୁଁ ରାଣ୍ଡ? –ତୋର ରକତ, ତୋର ମାଉଁସ କଣ ରାଣ୍ଡ ହୋଇ ଯାଇଚି? ତୋର ମନ କଣ ଅଳିତା ସୁନ୍ଦର ପୋଛି ପକେଇଛି? ସମସ୍ତେ ଅନ୍ଧ ବୋଲି କଣ ମୋର ଆଖି ଫୁଟିଯାଇଚି ନୁଖୁରୀ? –ନା ଜଗା, ସେଇ ଅନ୍ଧଙ୍କ ହାତରେ ଯେ ଆ– ନୁଖୁରୀ ଆହୁରି କଣ କହିବାକୁ ଯାଉଥିଲା, ଏତିକିବେଳେ ଖଣ୍ଡେ ବଡ଼ କଳା ବଉଦ ଜହ୍ନ ଆଗରେ ପହୁଞ୍ଚି ନିମିଷକରେ ଚାରିଆଡ଼ ଅନ୍ଧକାର କରିଦେଲା। ନୁଖୁରୀ ଦେଖିଲା, ଆଗରେ ଜଗା ଛିଡ଼ା ହେଇ ତା ବାଟ ଯେମିତି ଓଗାଳି ରଖିଛି। ନୁଖୁରୀର ଅନୁରୋଧରେ ଜଗା ତାର ବଡ଼ କଳା ନିଶ ଦିପଟକ କାଟି ପକେଇଚି। ସେଥିରେ ସେ ମନେ କରୁଚି ଯେମିତି ନୁଖୁରୀକି